କୌଣସି ମତେ ଟିକେଟ ଦୁଇଖଣ୍ଡ ଧରି ପ୍ରୋକ୍ଷାଳୟ ମଧ୍ୟରେ ପ୍ରବେଶ କଲେ। ଚଳଚ୍ଚିତ୍ର ଦେଖୁଥାଆନ୍ତି ସିନା, କିପରି ନିରାପଦରେ ଘରକୁ ଫେରିବେ ଏହି ଚିନ୍ତା ଅହରହ ସେମାନଙ୍କୁ ବ୍ୟତିବ୍ୟସ୍ତ କରୁଥାଏ-। ବଡ଼ ଘରେ ଜନ୍ମି ନାହାନ୍ତି ଯେ, ଫୋନ୍ କରିଦେଲେ ନିଜ ଲୋକ ଆସି ସାଙ୍ଗରେ ନେଇଯିବେ-। ପାଖରେ। ହୋଇ ଜାଗ୍ରତ ହେଲେ-। ଚାରିଆଡ଼କୁ ଚାହିଁଲେ। ପୁଷ୍କରିଣୀରେ ଦେଖିଲେ ତାଙ୍କର ଆଦରଣୀୟା ଏକମାତ୍ର କନ୍ୟା ସନ୍ତାନର ମୃତ ଶରୀର ଭାସୁଚି। ପୋଖରୀ କୁଳ ପ୍ରସ୍ତର ଖଣ୍ଡରେ ମୁଣ୍ଡ ପିଟିଦେଲେ। ଅଚେତ ହୋଇ ସେଇଠାରେ ସେ ଟଳିପଡ଼ିଲେ। ଅସହାୟର ମୃତ୍ୟୁ ବାସ। କରିମ ଜିଲାର ଏକ ଅଖ୍ୟାତ ଗ୍ରାମର ବାସିନ୍ଦା। ଘରେ କେବଳ ବୃଦ୍ଧା ମାତା ଜୀବିତା। ବାସର ପିତା ଓ ଛଅଟି ଭାଇ ଭଉଣୀ ସେପୁରକୁ ଚାଲି ଯାଇଥିଲେ। ବାସଟି ବୁଢ଼ୀର ଅନ୍ଧର ଲଉଡ଼ି। ଗାଁରେ ବାସ ଯତ୍ସାମାନ୍ୟ ରୋଜଗାର କରୁଥିଲା। ରୋଜଗାରରେ ପେଟ ପୋଷିବା ଅସମ୍ଭବ ହେଇ ଉଠୁଥିଲା। ପେଡ଼ାପଲ୍ଲୀରୁ ତାର ସାଙ୍ଗ ରାସ ଆସିଥାଏ। ସୁନ୍ଦର ଜାମା ପିନ୍ଧିଥାଏ। ବେଶ୍ ଦୁଇ ପଇସା ଆଣିଥାଏ। ବାସ ମନଟିକୁ ସେ ଚହଲାଇ ଦେଲା। ପଇସା ରୋଜଗାର କରିବ ତ ସହରରୁ, ମଫସଲରୁ ନୁହ। ସହରକୁ ଫେରିଗଲା ସେ। ଗଲାବେଳେ ବାସଟିକୁ ସାଙ୍ଗରେ ନେଇଗଲା। ବୁଢ଼ୀମା ଦୁଇ ଆଖିରେ ମେଞ୍ଚାଏ ଲେଖାଏଁ ଲୁହ ପୂରାଇ କହିଥିଲା—ବାସ, ସହରକୁ ଯା ନାରେ। ସେ ଲୋକ ଗୁଡ଼ା ଭଲ ନୁହନ୍ତି। ରକ୍ତଶୋଷି ଦୁଇ ପଇସା ନେବେ। ମନ ଜାଣି ମୁଠେ ଖାଇବାକୁ ଦେବେନି। ସେ ଗୁରା ଦୁଃଖିର ଦୁଃଖ ବୁଝନ୍ତି ନି! ଗାଁକୁ ଜଣେ ଭିକାରୀ ଆସିଥିଲା। କହୁଥିଲା, ଭିକ ମୁଠେ ସହରରେ ମିଳିବା ସ୍ୱପ୍ନ, ଅଥଚ ଆକାଶକୁ ଛୁଉଁଚି ଉଚ୍ଚ ପକ୍କା। ଘରଗୁଡ଼ାକ। ଭୋଜି ଭାତ, ଆନନ୍ଦ ମଉଜ, ନାଚ ଗୀତରେ ସହର ମୁଖରିତ; ଅଥଚ ଦୁଃଖୀ ଲୋକଙ୍କର ଦୁଃଖ ଅପନୋଦନ କରିବା ତ ଦୂରର କଥା, ସେମାନଙ୍କୁ ଭୁଲରେ ଟିକିଏ ହେଲେ ଚାହାନ୍ତିନି। ରାସ, ବୁଢ଼ୀର ଯୁକ୍ତିକୁ ଅଗ୍ରାହ୍ୟ କଲା। ବଦାନ୍ୟ ଲୋକଙ୍କ କୃତ କୂଅ, ପୋଖରୀ, ଧର୍ମଶାଳା ଆଦିର ନମୁନା ଦେଇ, କହିଲା ଯେ ସହରର ଲୋକେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ବରପୁତ୍ର। ଗାଁ ଗହଳ ନିଷ୍ପ୍ରଭ, ଏଠାରେ ଆନନ୍ଦରେ ରହିବା ସ୍ୱପ୍ନ। ବିଭିନ୍ନ ରୋଗ ଦ୍ୱାରା ଲୋକେ ପ୍ରପୀଡ଼ିତ। ମୁଠାଏ ଭାତ ଏଠାରେ ବିଳାସ ସାମଗ୍ରୀ, ଖଣ୍ତେ ଲୁଗା ଏଠାରେ ଦୁଷ୍ପ୍ରାପ୍ୟ। ଗାଡ଼ି ସମୟ ହୋଇ ଯାଉଥିଲା। ବାସର ହାତ ଟାଣିନେଇ ରାସ ଚାଲିଗଲା। ବାସଟି ବିଚରା ମା ପାଦର ଧୂଳି ଟିକିଏ ମୁଣ୍ତରେ ମାରି ପାରିଲା ନାହିଁ। ମନରେ ଦୁଃଖ ରହିଗଲା। ମା'ର ବି ମନରେ ଦୁଃଖ ରହିଗଲା। ମା ଦୁର୍ଗାଙ୍କ ଅକ୍ଷୟ ସିନ୍ଦୂର ଓ ରକ୍ଷା କବଚ ଫୁଲଟାଏ ପୁଅକୁ ଦେଇ ପାରିଲା ନାହିଁ। ଗଲା ଅଇଲା ବେଳରେ ଅଲକ୍ଷଣୀଙ୍କ ପରି ଆଖିରୁ ଲୁହ ଗଡ଼ାଇଲା। ଡାଆଣୀଙ୍କ ପରି ପୁଅର ଅନିଷ୍ଟ ଆଶଙ୍କା ବୃଥାରେ କଲା। ଜଗତ୍ଜନନୀ ଦୁର୍ଗାଙ୍କ ପାଦତଳେ ମୁଣ୍ତିଆଟିଏ ମାରି ପୁଅକୁ ଘଣ୍ଟ ଘୋଡ଼ାଇ ରଖିବାକୁ ଆକୁଳ ନିବେଦନ କଲା। ବାସ ପେଡ଼ାପଲ୍ଲୀର 'ବମ୍ବେ ମିଷ୍ଟାନ ଭଣ୍ତାର'ରେ ଚାକିରୀଟିଏ ପାଇଲା। ଜୀବନରେ ପ୍ରବଞ୍ଚନା କ'ଣ ସେ ଜାଣେନା। ଅଥଚ ଦେଖିଲା ଲୋକଗୁଡ଼ାକ ଯାହା ନୁହନ୍ତି, ନିଜକୁ ଦେଖାଇ ହୁଅନ୍ତି ସେହିପରି। ସାହୁକାର ଥିବାତକ କର୍ମତତ୍ପର ହୁଅନ୍ତି; ଅଥଚ ଅନ୍ୟ ସମୟରେ କର୍ମତତ୍ପର ନ ହୋଇ ନିଶ୍ଚେଷ୍ଟା ହୋଇ ବସି ରହନ୍ତି। ଅଥଚ ବାସ, ଘଣ୍ଟା ଓ ମିନିଟ୍ କଣ୍ଟା ପରି ଅନବରତ କର୍ମତତ୍ପର ହେଲା। ତାର କର୍ମନିଷ୍ଠାରେ କ୍ରେତା ଓ ବିକ୍ରେତା ପରମ ସନ୍ତୋଷ ଲାଭ କଲେ। ସେ କ୍ରମେ ଉତ୍ତରୋତ୍ତର ଉନ୍ନତି ଲାଭ କଲା। ଏତେ ଚଞ୍ଚଳ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ହେଲେ ସାହୁକାରଙ୍କର ଏତେ ପ୍ରିୟ ହୋଇ ପାରି ନ ଥିଲେ କି ଏତେ ଅଧିକ ପଇସା ଅର୍ଜନକ୍ଷମ ହୋଇ ପାରି ନ ଥିଲେ। ଦୋକାନ ଅବସ୍ଥାର ବି ପରିବର୍ତ୍ତନ ହୋଇଗଲା। ସଦା ସହାସ୍ୟବଦନ ବାସର ବ୍ୟବହାର ଓ ନିର୍ମଳତାରେ କ୍ରେତାମାନେ ସନ୍ତୁଷ୍ଟ ହୋଇଗଲେ। କ୍ରମେ କ୍ରମେ ଅନ୍ୟ ଦୋକାନଗୁଡ଼ିକ ଏହି କୌଶଳୀ ଶ୍ରମିକ ପ୍ରତି ଈର୍ଷାପରାୟଣ ହେଲେ। ଏପରି କି ସେହି ମିଷ୍ଟାନ ଭଣ୍ତାରର ଅନ୍ୟ ସହକର୍ମୀମାନେ ତାକୁ ଈର୍ଷା କଲେ। ଗାଁରେ ବୁଢ଼ୀ ନିୟମିତ ଟଙ୍କା ପାଇ କିଛି ସଞ୍ଚୟ କଲେ। ପୁଞ୍ଜି ବି ବେଶ୍ ଦୁଇ ପଇସା ହୋଇଗଲା। ବୁଢ଼ୀର କେତେ ଭବିଷ୍ୟତ ଉଜ୍ଜ୍ୱଳ ପରିକଳ୍ପନା।